ସେ କୃତକୃତ୍ୟ ହୋଇ କହିଲା, 'ମୁଁ ଆପଣମାନଙ୍କ କଥା ଅନ୍ୟଥା କରିବି ନାହିଁ, ଆଜ୍ଞା! ' 'ପ୍ରଥମ ଦେଖାରୁ ଆମେ ଭାବିଥିଲୁଁ ତମେ ଖୁବ୍ ଭଲ ଲୋକ। ' ତା'ପରେ ଟିକିଏ ରହିଯାଇ କହିଲେ, 'ଘରେ ତମର ଆଉ ସବୁ କିଏ ଅଛନ୍ତି? ' ସେ ଟିକିଏ ଲଜ୍ଜିତ ହୋଇ କହିଲା, 'ଘରେ ଦି'ଟା ଛୋଟ ପୁଅ ଆଉ ଝିଅ। ବଡ଼ପୁଅ ଥିଲେ ଏ ବୟସରେ ମୁଁ ଏ ଗୋଲାମୀ କରି ନ ଥାନ୍ତି, ଆଜ୍ଞା! 'ଜମିବାଡ଼ି କିଛି ଅଛି? ' 'ଚାରିମାଣ ଥିଲା, ହଜୁର! ହେଲେ ସେଇ ଜମିରେ କେସ୍ ଚାରିବର୍ଷ ହେଲା ତାରିଖ ଚାଲିଛି। କଚେରୀକୁ ଦୌଡ଼ି ଦୌଡ଼ି ମୁଁ ହୀନସ୍ତା ହେଇଗଲିଣି। କାଲି ପୁଣି ଗୋଟିଏ ତାରିଖ ଆପଣ ବଡ଼ ଉପକାର କଲେ, ବାବୁ! ' ଶତ୍ରୁଜିତ ପୁଣି ଖଣ୍ତିଏ ଦଶଟଙ୍କିଆ ନୋଟ ଦେଇ କହିଲେ, 'ଏଇଥରେ କାଲିକାର କଚେରୀଖର୍ଚ୍ଚ ଚଳାଅ–ଆଉ ଯଦି ଦରକାର ପଡ଼େ ଏଇ ବାବୁଙ୍କୁ କହିବ। ' ମି; ମହାନ୍ତି ହସିଲେ, 'ମୋତେ ଭୟ କରିବାର ଦରକାର ନାହିଁ। ଆଚ୍ଛା, ଆମକୁ ଦୁଇକପ୍ ଚା' ଦେଇପାରିବି? ' 'ଆଣୁଚି, ବାବୁ! ' କଥା ଶେଷ ହେବା ପୂର୍ବରୁ ସେ ସେଠାରୁ ତଡ଼ିତ୍ ବେଗରେ ଚାଲିଗଲା-। ତା' ଉପରୁ ଦୃଷ୍ଟି ଫେରାଇ ଆଣି ମି; ମହାନ୍ତି କହିଲେ, 'ଲୋକଟା ଆପଣଙ୍କର ଭକ୍ତ ହୋଇଗଲାଣି-। ' ହାତଘଣ୍ଟା ଉପରୁ ଦୃଷ୍ଟି ଫେରାଇଆଣି ଶତ୍ରୁଜିତ କହିଲେ, 'ମିସେସ୍ ପାତ୍ରଙ୍କର ହତ୍ୟାକାରୀ ଏଇଠାକୁ ଆସିଥିଲା। ' 'ତା' ହେଲେ ଏଇଠାରୁ ଟେଲିଫୋନ ଡିସ୍କନେକସନ କରାଯାଇଥିଲା? ' ମି: ମହାନ୍ତି ପଚାରିଲେ। ହଠାତ୍ ରଘୁ ଆସି କହିଲା, 'ହଁ ଆଜ୍ଞା! ଏଥିରେ ମୋର ଆଉ ସନ୍ଦେହ ନାହିଁ। ପଜେଟିଭ କନେକସନ୍ର ବୋଲ୍ ଟାଇଟି ଓ୍ୱେଷ୍ଟ ପେପର ବାସକେଟ ଭିତରୁ ମୁଁ ପାଇଲି। ' 'ରଘୁ! ' ଶତ୍ରୁଜିତ ଉତ୍ସାହର ସହିତ କହିଲେ। 'ହଁ, ଆଜ୍ଞା! ସେ ତାହା ଖୋଲୁ ଖୋଲୁ ତା' ଭିତରେ ବୋଧହୁଏ ପଡ଼ିଯାଇଛି, ଆଉ ଖୋଜି ଖୋଜି ଯେତେବେଳେ ପାଇନାହିଁ ସେତେବେଳେ ସେହିପରି ଭାବରେ ବନ୍ଦ କରି ଚାଲିଯାଇଛି। ' 'ବହୁତ ଧନ୍ୟବାଦ, ରଘୁ! ଏବେ ଲାଇନ କେମିତି ଅଛି? 'ଠିକ୍ ଅଛି, ଆଜ୍ଞା! ' 'ବେଶ୍ ତମେ ଯାଅ। ଯୋଉ ଘଟଣା ତମେ ଦେଖିଲ ତାହା ଯେମିତି ଭୁଲି ନ ଯାଅ। ହିଁ, କାଲି ସକାଳେ ମୋ ଘରକୁ ଟିକିଏ ଆସିବ। ' 'ଆସିବି, ଆଜ୍ଞା! ' ରଘୁ ନମସ୍କାର ଜଣାଇ ଚାଲିଗଲା। 'ଏ ଘରକୁ ଆସନ୍ତୁ, ବାବୁ! ମୁଁ ଟେବୁଲ ଉପରେ କଫି ରଖୁଚି। ' ଟ୍ରେ ଭିତରେ ଦୁଇଟି କପ୍ ଧରି ସେଇ କୋଠରି ଭିତରକୁ ଯୋଗୀ ପ୍ରବେଶ କଲା। ' 'ତା' ପଛେ ଶତ୍ରୁଜିତ ଆଉ ମି: ମହାନ୍ତି ମଧ୍ୟ ଭିତରକୁ ଗଲେ। କଫି କପ୍ରେ ଓଷ୍ଠ ସଂଯୋଗ କରୁ କରୁ ଶତ୍ରୁଜିତ କହିଲେ, 'ଏଠାରୁ ତମେ କେତେ ପଇସା ପାଅ? ' 'ଖାଇ ପିଇ କୋଡ଼ିଏ ଟଙ୍କା, ଆଜ୍ଞା! ' 'ଆଉ କିଛି? ' 'ବାବୁ ଥିଲେ ଅଧିକ ଆଉ ପାଞ୍ଚ ଦଶ ଟଙ୍କା ଦିଅନ୍ତି। ହେଲେ ମା ଗୋଟିଏ ନୂଆ ପଇସା ବି ଦିଅନ୍ତି ନାହିଁ। ' ଶତ୍ରୁଜିତ ଖଣ୍ତିଏ ସିଗାରେଟରେ ନିଆଁ ଧରାଇ ଅପର ଖଣ୍ତକ ମି: ମହାନ୍ତିଙ୍କୁ ଦେଲେ। ତା'ପରେ କହିଲେ, 'ତା'ହେଲେ ସୁବ୍ରତବାବୁ ଆଗରୁ ଦୁଇ ଥର ଏଠାକୁ ଆସିଥିଲେ? ' 'ହଁ, ଆଜ୍ଞା! ' 'ସେଇ ଦୁଇଥରଯାକ ତମର ମାଆ ଏଇଠାରେ ଥିଲେ? ' 'ହଁ। ' 'କାଲି ଯେତେବେଳେ ଆସିଥିଲେ ସେତେବେଳେ ତମକୁ କିଛି କହୁଥିଲେ? ' 'ନା। ' 'ଆଉ ଆଜି? ' 'ଏଠାକୁ କେହି ପୋଲିସବାଲା ଆସିଥିଲେ କି ନାହିଁ ପଚାରିଥିଲେ। ତା'ପରେ ହଁ ସେଇ ଲୋକର ନାମ କଣ ମନେ ପଡ଼ୁନାହିଁ ସେ କୁଆଡ଼େ ବଡ଼ ବଦମାସ। ଯାଦୁବିଦ୍ୟା କୁଆଡ଼େ ଜାଣିଛି ଇମିତି ପୋଲିସର ଲୋକଙ୍କୁ ବି ସେ ବୋକା ବନାଇ ଛାଡ଼ିଦିଏ ' ମି: ମହାନ୍ତି ତଥା ଶତ୍ରୁଜିତ ତା'କଥାର ଅର୍ଥ ବୁଝି ନ ପାରି କହିଲେ, କ'ଣ ହେଲା ସେ ଲୋକ? ' 'ସେ କହୁଥିଲେ, ସେ ଲୋକ ଏଠାକୁ ଆସି ନ ଥିଲେ ବି ନିଶ୍ଚୟ ଆସିବ। ଆଉ ମୁଁ ଯେମିତି ସେ ଯାହା ପଚାରିବ ଠିକ୍ ଠିକ୍ ନ କହେଁ' 'କାହିଁକି? ' 'ସେ କୁଆଡ଼େ ସବୁ ଜାଣିଶୁଣି ନିଜର ନାମ ନେବାପାଇଁ ମୋତେ ପୋଲିସରେ ଧରାଇଦେବ।